ନିର୍ମଳା ଭାବି ପାରି ନଥିଲା ଯେ ସେ ମିସେସ୍ ମହାପାତ୍ର ଗୋଟାଏ ଉଦ୍ଦେଶ୍ୟ ନେଇ ତାଙ୍କ ଘରକୁ ଆସିବେ ବୋଲି। ସେ ବା କେମିତି ଜାଣନ୍ତା। ମିସେସ୍ ମହାପାତ୍ର କେଉଁଠି, ଆଉ ସେ କେଉଁଠି। ଆକାଶ ପାତାଳ ପ୍ରଭେଦ। କାହିଁ ସ୍ୱର୍ଗ ଆଉ କାହିଁ ପାତାଳ। ଉପରକୁ ଚାହିଁଲେ ନୀଳ ଆକାଶ। ତଳକୁ ଚାହିଁଲେ ସବୁ ଅନ୍ଧାର। କାହା ସହିତ କାହାର ଯେମିତି ସମ୍ପର୍କ ନାହିଁ, ସମସ୍ତେ ଭିନ୍ନ। ବାରିପଟ ଚମ୍ପା ଗଛରୁ ଫୁଲଟିଏ ଆଣି ଖୋସାରେ ଖୋସିଲା ନିର୍ମଳା। ଦୂରରେ ଥାଇ ରାଧା ଭାଉଜ ହସି ହସି କହିଲେ, ବସନ୍ତ ବହିଲା, ଫୁଲ ଫୁଟିଲା ଏଣିକି ଦିଗ ଚହଟିବ। ନିର୍ମଳା ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲା ତୁମ ଦେହରେ ବସନ୍ତ ଲାଗିଥିଲା। ତୁମେ ଚହଟୁଥିଲ ରାଜୁ ଭାଇ ତୁମ ବଚନରେ ଭାସିଯାଇ ସେ ଗାଁରୁ ଏ ଗାଁକୁ ନେଇ ଆସିଲେ। ଭୁଲି ଯାଉଛ କାହିଁକି? ଓଃ ତୁମେ ତା' ହେଲେ ସବୁ ମନେ ରଖିଛ ନୁହେଁ ନିର୍ମଳା? ଆସ ଆଉ ଦି'ଟା ଚମ୍ପାଫୁଲ ତୁମ ଖୋସାରେ ଖୋସିଦିଏ। ରାଧା ଭାଉଜ ପାଖକୁ ଲାଗି ଆସି, ନିର୍ମଳା ଓଠକୁ ଟେକିକରି କହିଲେ। ଥାଉ, ସେଇ ଗୋଟିଏ ଯଥେଷ୍ଟ। ବେଶୀ ମହକିଲେ ଭଅଁର ବେଶି ଆସିବେ। ଆଜି କାଲି ତ ଭଅଁର ଗୁଡ଼ାକ ଚାରିଆଡ଼େ ବୁଲୁଛନ୍ତି ଟିକେ ବାସନା ପାଇଲେ ବିକଳିଆ ହୋଇ ଦୌଡ଼ି ଆସିବେ ନିର୍ମଳା କହିଲା। ଆଉ ଭ୍ରମର ଆସିଲେ କ'ଣ ହେବ। ବିଚରା ଫେରିଯିବେ। ଯିଏ ଯାହାର ସିଏ ତାହାର। କଟକ ଭଅଁର କ'ଣ ସହଜରେ ଅନ୍ୟ ଭଅଁରଙ୍କୁ ବାଟ ଛାଡ଼ିଯିବେ। ତୁମକୁ ଚାଲାକ୍ କରି ନେଇଗଲେ। ଭାଗ୍ୟବାନ ସେ। ହଁ ଲକ୍ଷେ ଟଙ୍କାର ଲଟେରୀ ଟିକେଟ ପାଇଗଲେ। ଭାଗ୍ୟବାନ କାହିଁକି ନ ହେବେ। ନୁହେଁ କି? ଲକ୍ଷେ ଟଙ୍କା ତ ସହଜରେ ମିଳିବ। କିନ୍ତୁ ତୁମ ଭଳି ଝିଅଟିଏ କ'ଣ ମୁଲକରେ ମିଳିବେ? ଥାଉ ଭାଉଜ ଥାଉ ଆଉ ମୋତେ ଟେକ ନାହିଁ। ମୋତେ ଆକାଶିଆ ଲାଗିଲାଣି। ବେଶି ଟେକିଲେ କଚାଡ଼ି ହୋଇ ପଡ଼ିବି। ମୁଣ୍ଡ ଫାଟିଯିବ। ଆସ ପାନ ଖଣ୍ଡେ ଖାଇବ। କେତେ ପ୍ରଶଂସା ମୋର କଲଣି। ପାଟି ଅଠାଳିଆ ଧରିବଣି। ଖାଲି ପାନ ଖାଇବ ନା ଚା' ଟିକେ ପିଇବ? ରାଜୁଭାଇ ଭୁବନେଶ୍ୱର ଗଲେଣି ନା, ଆଉ ଦୁଇଦିନ ତୁମ ପାଇଁ ଛୁଟି ନେଇଛନ୍ତି। ଆଚ୍ଛା ଭାଉଜ ସରକାର ରେଡ଼ିଓରେ ସବୁଦିନେ ଚଲାଉଛି ତୁମ କାନରେ ଟିକେ ବାଜୁନାହିଁ? ତିନିରୁ ତ ଚାରି କରି ସାରିଲଣି। ତଥାପି ମନ ଛାଡ଼ୁନି। ଆଉ ଦି' ଦିନି ରାଜୁଭାଇଙ୍କୁ କହି ଛୁଟି ବଢ଼େଇ ଦେଇଛ। ଭଗବାନ ଏମିତି ସବୁ ମାଇପେ ଥା'ନ୍ତି। କ'ଣ ହେଲା କି, ଏଇ ମନ ଭିନ୍ନ ରଙ୍ଗ, ଏଇ ମନ ବୃନ୍ଦାବନ, ଏଇ ମନ କେତେ ରୂପ। ମନ ତ ଛାଡ଼ୁନି ଆଉ କ'ଣ କରିବୁ। ସୁରୁକି ଛାଡ଼ି ଦେଇଛୁ। ଯେତେ ଦୂର ଯାଇ ପାରିବ। ମନ୍ତ୍ରୀଗୁଡ଼ାକ ପୁଞ୍ଜା ପୁଞ୍ଜା ଧରି ବୁଲୁଛନ୍ତି। ସେ କ'ଣ ରେଡ଼ିଓ ଶୁଣୁ ନାହାନ୍ତି। ହଉ ଦେଖିବା ତୁମେ କେଉଁଠି ପୂର୍ଣ୍ଣଚ୍ଛେଦ ପକାଉଛ। ଆମ ପୂର୍ଣ୍ଣଚ୍ଛେଦ ଆମଠି ପଡ଼ିବ। ହଉ ଦେଖିବା ଯେ ସମସ୍ତେ କହନ୍ତି କିନ୍ତୁ ଠିକଣାବେଳେ ଭୁଲିଯାନ୍ତି ହସି ହସି ରାଧା ଭାଉଜ କହିଲେ। ନିର୍ମଳା ଖୁବ୍ ଜୋରରେ ହସି ଉଠିଲା। ତୁମକୁ ଆଉ ପାରିହେବନି। ଭାଉଜ ମହା ହୁସିଆର ତୁମେ। ପାଟଣା ଗଡ଼ର ଝିଅ ଶୁଖିଲା କାଠରୁ ପାଣି ବାହାର କରିଦେବ। ପାନ ଛେପକୁ ଦୂରକୁ ଫିକିଦେଇ ରାଧା ଭାଉଜ କହିଲେ, ନିର୍ମଳା ପାନଟା ସିନା ଦେଲ ପାଟିଟା ଭଲ ବାସିଲା। ପନ୍ଦର ଦିନ ପର୍ଯ୍ୟନ୍ତ ତୁମ କଥା ଭୁଲି ହେବନି। କିନ୍ତୁ ମନେ ରଖ ଶୀତାଂଶୁ ପାଖକୁ ଗଲେ ଯେପରି ପାନ ଦେବା କଥା ଭୁଲି ନ ଯାଅ। ଏବେ ସିନା ଚଉଷଠି ମସଲା ପକାଇ ଦେଲ ସେତେବେଳେ ଶହେ ଅଠାଅଶି ପ୍ରକାର ମସଲା ଦେଇ ପାନ ଭାଙ୍ଗିବ କ'ଣ ମନେ ରହିଲା। ମୁଁ ଚାଲିଲି ଭାଇ ତୁମର ପାଗଳ ହୋଇଯିବେଣି। ହସି ହସି ରାଧା ଭାଉଜ ଚାଲିଗଲେ। ଚତୁରୀ ରାଧା ଭାଉଜ ପାଟଣା ଗଡ଼ର ଝିଅ। କଥା କହିଲେ ବାଟୁଳି ବାଜେନି। କି ସୁନ୍ଦର ଚେହେରା ତାଙ୍କର। ବିଭା ହେବାର ଦଶବର୍ଷ ପରେ ଚାରୋଟି ସନ୍ତାନର ଜନନୀ ହୋଇଥିଲେ ମଧ୍ୟ ରୂପରେ ମଳିନତା ପଡ଼ିନି।